ଯଦି ବି କେବେ ଦରଭୁଲା ଅତୀତ ତା'ର ମନେପଡ଼ିଯାଏ ସେ ଯେତେ ଶୀଘ୍ର ପାରେ ସେତେ ଶୀଘ୍ର ଅତୀତର ଅସ୍ପଷ୍ଟ ଛାୟାକୁ ମନ ମଧ୍ୟରୁ ତଡ଼ି ଦେବାକୁ ଚେଷ୍ଟା କରେ। ଏହା ହେଉଛି ନାରୀର ସ୍ୱଭାବ। ସରିତା ମଧ୍ୟ ଜଣେ ନାରୀ। ନାରୀର ହାଲୁକା ହୃଦୟ ନେଇ ସେ ମଧ୍ୟ ଜନ୍ମ ହୋଇଛି। ନରକର ଅନ୍ଧକାର ମଧ୍ୟରେ ରହି ସୁଦ୍ଧା ସ୍ୱର୍ଗସୁଖ ଉପଭୋଗ କରୁଛି କହିବା ହେଉଛି ନାରୀର ଅଭ୍ୟାସ। ମୁଁ ଏମିତି କେତେ କ'ଣ ଭାବୁଛି। ପଛରୁ ଗୋଟିଏ ସ୍ତ୍ରୀ ଲୋକ ହାତର ସ୍ପର୍ଶ ପାଇଲି। ଫେରି ଚାହିଁଲି। ଦେଖିଲି ପଛରେ ଛିଡ଼ା ହୋଇଛନ୍ତି ଭାଉଜ। ସେ ପଚାରିଲେ, 'ନିବିଷ୍ଟ ମନରେ କ'ଣ ଭାବୁଛ ସାଗର? ' ଉତ୍ତରଦେଲି, ''ଏହି ସରିତାର କଥା। ସେ ମୋତେ ବୋଧହୁଏ ଦେଖି ପାରିଲା ନାହିଁ। '' ''ସେ ତୁମକୁ ଦେଖି ଚିହ୍ନିବା ଅବସ୍ଥାରେ ନ ଥିଲା। '' ହସି ହସି କହିଲେ ଭାଉଜ। ବୋକାଙ୍କଭଳି ଅନାଇଲି ଭାଉଜଙ୍କୁ। ସେ ମୋର ସନ୍ଦେହ ମୋଚନ କରି କହିଲେ, ''ଯେଉଁ ଭଦ୍ରଲୋକଙ୍କୁ ସରିତା ସଙ୍ଗେ ଦେଖିଲ, ସେ ହେଉଛନ୍ତି, ସରିତାର ପ୍ରେମିକ। '' ପ୍ରେମିକ ଶବ୍ଦଟା ଶୁଣି ମଥାଟା ମୋର ଘୂରିଗଲା। ଯେଉଁ ସ୍ତ୍ରୀ ହିନ୍ଦୁ ପରିବାରର କୁଳବଧୂ ବୋଲି ନିଜ ନାମରେ ନିଜେ ଡିଣ୍ଡିମ ବଜାଏ, ସେ ପୁଣି ପ୍ରେମରେ ପଡ଼େ? ସରିତାକୁ ମୁଁ ମନେମନେ ଯେତେ ସମ୍ମାନ କରୁଥିଲି ସେତେ ଅସମ୍ମାନ କରିବାକୁ ଲାଗିଲି। ଜନାକୀର୍ଣ୍ଣ ସହରଟା ମୋତେ ଜନଶୂନ୍ୟ ବୋଲି ଜଣାଗଲା। ଗୋଟିଏ ଦୀର୍ଘଶ୍ୱାସ ପକାଇ ପଛକୁ ଅନାଇଲି। ଦେଖିଲି ମୋ ପାଖରୁ ଅଳ୍ପଦୂରରେ ଛିଡ଼ାହୋଇଛନ୍ତି ସରିତାର ପ୍ରେମିକ-। ଭଦ୍ରଲୋକକୁ ଦେଖି ସମବେଦନା ଜଣାଇବାକୁ ଇଚ୍ଛା ହେଉଥିଲା ଏବଂ ପ୍ରେମିକ ଜୀବନର ସୁସ୍ଥ ଅବସ୍ଥାକୁ ବୁଝାଇ ଦେବାକୁ ପାଟି ଖଜ୍ବଜ୍ ହେଉଥିଲା। ପୁଣି ଭାବିଲି ଲାଭ କ'ଣ? ଭଦ୍ରସମାଜରେ ନାରୀର ସାତଖୁଣ ମାଫ। ନୀଳଚକ୍ରକୁ ଅନାଇଲି। ଏହି ନୀଳଚକ୍ର ସବୁ ଦେଖି ଦେଖି ମୂକ ପାଲଟି ଯାଇଛି। ଧର୍ମ ନାମରେ ଯେତେ ଯିଏ ଦ୍ୱାହି ଦିଅନ୍ତି, ସେ ସବୁ ଶୁଣି ଶୁଣି ଲାଲ ପାଲଟି ଯାଇଛି। ସରିତା ଅଧିକା କ'ଣ କଲା ଯେ ସେଥିପାଇଁ ସେ ଆଜି ବିଚଳିତ ହେବ? ପ୍ରକୃତରେ ମୁଁ ସେଦିନ ଦୁର୍ବଳ ହୋଇପଡ଼ିଥିଲି। ତେଣୁ ସରିତାର କଥା ମୋତେ ଏତେ ଭାବିବାକୁ ସମୟ ମିଳିଲା, ସରିତା ମୋଟେ ମନେ ନ ପଡ଼ନ୍ତା କି? ସରିତାର ଜୀବନର ସମସ୍ତ ଇତିହାସ ଜାଣି ସୁଦ୍ଧା ତାକୁ ମୋଟେ ଭୁଲିହେବ ନାହିଁ। ତାକୁ କେବଳ ମୁଁ ଭଲପାଇଥିଲି, ଏତିକି ବ୍ୟତୀତ ମୁଁ ତାକୁ ଅଧିକା କେବେ କିଛି ଦେଇନାହିଁ ଏବଂ ତାହାଠାରୁ ମଧ୍ୟ ମୁଁ ପ୍ରତିଦାନରେ କେବେ କିଛି ପାଇନାହିଁ। ସେ ଆଜି ଜଗତ ଆଖିରେ ଯାହା ହେଉନା କାହିଁକି, କିନ୍ତୁ ମୁଁ ତା' ସମ୍ବନ୍ଧରେ କୌଣସି ଅସତ୍ ଚିନ୍ତା କରିପାରିବି ନାହିଁ। ସରିତା କେବେ ମୋ ବ୍ୟତୀତ ଅନ୍ୟ କାହାକୁ ହୃଦୟ ଦେଇ ନ ପାରେ। ଏ ବିଷୟରେ ମୁଁ ଏକାବେଳକେ ନିଶ୍ଚିନ୍ତ। ଭାଉଜ ପୁଣି ହୁଏତ ମୋତେ କେବେ ସରିତା କଥା କହିବେ ଓ ସରିତାକୁ ବିଦ୍ରୂପ କରିବେ ଏହି ଆଶଙ୍କାରେ ମୁଁ ସେତେବେଳେ ଭୟରେ ଥରିଉଠିଥିଲି। ହଠାତ୍ ଗୋଟିଏ ଭଙ୍ଗାଇଟା ମୋତେ ଲକ୍ଷ୍ୟକରି କେହିଜଣେ ଫିଙ୍ଗି ଦେଲା। କିଏ ଯେ ଫିଙ୍ଗିଲା ମୋତେ ଜଣାନାହିଁ। ଆଠଦିନ ପରେ ମଥାରୁ ବେଣ୍ଡେଜ୍ ଖୋଲାଗଲା। ବିଛଣାରୁ ଉଠିବାକୁ ମୋର ଶକ୍ତି ମୋଟେ ନ ଥିଲା। ପାଖରେ ଛିଡ଼ା ହୋଇଥିଲେ ଭାଉଜ। ତାଙ୍କ ଉପରେ ଭରା ଦେଇ ବିଛଣାରୁ ଉଠିଲି। ତାଙ୍କ ମୁହଁକୁ ଅନାଇଲି ଏବଂ ମୁଖଭଙ୍ଗୀରୁ ଜାଣିଲି, ସେ ମୋତେ କ'ଣ ପଚାରୁଛନ୍ତି। ଯେତେବେଳେ ଜାଣିଲି ଗୁରୁତର ଆଘାତ ଯୋଗୁଁ ମୁଁ ମୋର ଶ୍ରବଣ ଶକ୍ତି ଚିରଦିନପାଇଁ ହରାଇ ଦେଇଛି, ସେତେବେଳେ ଯେ କେତେ ଆନନ୍ଦିତ ହେଲି ତାହା କେବଳ ମୁଁ ଜାଣେ, କାରଣ ମୁଁ ସରିତାର ଚରିତ୍ର ସମ୍ବନ୍ଧରେ ଆଉ ଭାଉଜ ପାଖରୁ କୌଣସି କଥା ଶୁଣିପାରିବି ନାହିଁ। ଭଗବାନ ଆଖି ଦୁଇଟା ଯଦି ନଷ୍ଟ କରି ଦେଇଥାନ୍ତେ ତାଙ୍କୁ ଯଥେଷ୍ଟ ଧନ୍ୟବାଦ ଦେଇଥାଆନ୍ତି। ତଥାପି ମୁଁ ଯାହା ଚାହୁଁଥିଲି ଅଳ୍ପଅଧିକେ ସେ ମୋତେ ସାହାଯ୍ୟ କରିଛନ୍ତି ବୋଲି ଯଥେଷ୍ଟ ଆଶ୍ୱସ୍ତି ହେଲି। ମୋ ଭଳି କାଲକୁ କୌଣସି ଝିଅ ଯେ ବିଭାହେବାକୁ ରାଜି ହେବନାହିଁ ଏହା ଭାବି ଠାକୁରଙ୍କୁ ଜୁହାରଟିଏ ମଧ୍ୟ ଦେଲି। 'ସରିତା ମଙ୍ଗଳରେ ରହୁ ଏବଂ ତା'ର ନିର୍ବୋଧ ସ୍ୱାମୀ ଯେପରି ତାକୁ ଚିହ୍ନି ନ ପାରନ୍ତି' ଏତିକି ସେଦିନ ଠାକୁରଙ୍କୁ ଜଣାଇଥିଲି।